'' ଦେବ ଓ ଶଙ୍ଖ କହିଲେ- ''ଦୁଶ୍ଚିନ୍ତାରୁ କିଏ ବା ମୁକ୍ତି ପାଇଛି? ରାଜା ହେଲେ ତ ନିଶ୍ଚୟ ନାନା ବିଷୟରେ ଚିନ୍ତିତ ହେବାକୁ ପଡ଼ିବ। '' ସାନ ଭାଇ ନମ୍ର ଭାବରେ କହିଲେ- ''ଭାଇମାନେ! ମୁଁ ଏତିକି ଜାଣିଛି, କେବଳ କୃଷକହିଁ ନିଶ୍ଚିନ୍ତ ଜୀବନ ଯାପନକରେ। କଥା କହିବାକୁ ତା'ର ଫୁରୁସତ୍ ନଥାଏ କିମ୍ବା ସେ ବଡ଼ ହେବ ବୋଲି ଇଚ୍ଛା କରେନା। ବର୍ଷସାରା ସେ ବିଲରେ ହିଁ ଖଟେ-ଯାହା ଶସ୍ୟ ମିଳେ ସେଇଥିରେ ସନ୍ତୋଷରେ କାଳ କଟାଇ ଦିଏ। ତା'ରି ଯୋଗୁଁ ସିନା ଅନ୍ୟମାନେ ଆହାର ପାଆନ୍ତି, ବଡ଼ ବଡ଼ କଥା କହନ୍ତି। କିଏ ରାଜା ହେବ ବା ଲକ୍ଷପତି ହେବ ବୋଲି ଭାବନ୍ତି, ଏହା ଜାଣିବା ପରେ ମୁଁ ଆଉ ରାଜ୍ୟଲାଭର ଆଶା ନରଖି କୃଷକ ଭାବେହିଁ ଏଠାରେ ରହୁଛି। ଏଇ ଯେଉଁ କ୍ଷେତ ଘର ଚାରିପାଖେ ଦେଖୁଛ, ସେତିକିରେ ମୁଁ ଦିନସାରା ପରିଶ୍ରମ କରେ। ସଞ୍ଜରେ ଘରକୁ ଫେରେ। ରାତିରେ ଗୋରୁଗାଈଙ୍କ କଥା ବୁଝେ। ପିଲାମାନଙ୍କ ସହ ଖେଳେ। ଗୀତ ବୋଲି ଶୋଇପଡ଼େ। ରାଜ୍ୟର ରାଜା ହୋଇ ଦୁଶ୍ଚିନ୍ତାରେ କାଳ କଟାଇବାଠାରୁ ଏପରି ଚଳିବା କ'ଣ ଭଲ ନୁହେଁ? ମୋ ମନରେ ଏହି ଅଧିକ ଶ୍ରମ ଓ ସନ୍ତୋଷ ହିଁ ଜଗତର ଶ୍ରେଷ୍ଠ ବିଷୟ। '' ବଡ଼ ଦୁଇ ଭାଇଙ୍କ ପାଟିରୁ କଥା ବହାରିଲା ନାହିଁ। ଦୁହେଁ ବିସ୍ମୟରେ ସାନ ଭାଇ ଆଡ଼କୁ ଚାହିଁ ରହିଲେ। ଦେବ କହିଲେ-''ମୁଁ କୃଷକଟିଏ ହୋଇ ରହିବାକୁ ଚାହେଁ। ଭାବୁଛି ଏତେ କଷ୍ଟରେ ଆଣିଥିବା ମୋର ସବୁ ଧନ ରତ୍ନ ଗରିବମାନଙ୍କ ମଧ୍ୟରେ ବିତରଣ କରିଦେବି। ଶଙ୍ଖ କହିଲେ- ''ମୁଁ ମୋର ସୈନ୍ୟମାନଙ୍କୁ ଚାଷ କାମରେ ଲଗାଇଦେବି। ଚାଷ ବାସ କଲେ ସେମାନେ ନିଶ୍ଚୟ ଭଲରେ ରହିବେ। '' ବିଚାରକଙ୍କ ବୁଦ୍ଧି ଜଣେ ବିଚାରକ ଥିଲେ। ନ୍ୟାୟ ନିଶାପରେ ତାଙ୍କର ଖୁବ୍ ନାଁ ଡାକ। ଦୂରଦୂରାନ୍ତରରୁ ଲୋକେ ତାଙ୍କ ନିକଟକୁ ପରାମର୍ଶ ପାଇଁ ଆସନ୍ତି। ବୟସ ଅଳ୍ପ ହେଲେ ବି ସେ ଦେଶର ରାଜା ମଧ୍ୟ ତାଙ୍କର ମତାମତ ଲୋଡ଼ନ୍ତି। ଘରେ ତାଙ୍କର ସ୍ତ୍ରୀ। ଦେଖିବାକୁ ଯେପରି ସୁନ୍ଦର ସେହିପରି ସୁକୁମାର। ଫୁଲରେ ଶୁଅନ୍ତି, ଫୁଲରେ ଚାଲନ୍ତି। ଧନର ତ ଅଭାବ ନାହିଁ। ଘରେ ଗଣ୍ଡା ଗଣ୍ଡା ଦାସୀ ଖଞ୍ଜା। ତଥାପି ସ୍ୱାମୀଙ୍କ ଲାଗି ତାଙ୍କ ମନରେ ସବୁବେଳେ ଦୁଃଖ। ନ୍ୟାୟ ନିଶାପରେ ସବୁବେଳେ ଲାଗିଥିବାରୁ ଘରେ ତାଙ୍କୁ ଖୁବ୍ କମ୍ ସମୟ ରହିବାକୁ ପଡ଼େ। ସ୍ତ୍ରୀଙ୍କ ସଙ୍ଗେ କଥାବର୍ତ୍ତା କରିବାକୁ ବି ଫୁରୁସତ୍ ନଥାଏ। ଏଣୁ ସ୍ତ୍ରୀ ସବୁବେଳେ ଚିଡ଼ି ଚିଡ଼ି ହୁଅନ୍ତି। ସେ ଦେଶର ରାଜାଙ୍କର ଗୋଟିଏ ବୋଲି ପୁଅ;। ମାତ୍ର ସବୁ ଖରାପ ଗୁଣତକ ତାରିଠାଇଁ। ରାତିଯାକ ଏଣେ ତେଣେ ବୁଲେ। ଖରାପ ସ୍ତ୍ରୀ ଲୋକଙ୍କ ସଙ୍ଗେ ମିଶେ; ନାଚ ଗୀତ ଶୁଣି କାଳ କଟାଏ। ଏଣେ ବିଚାରକଙ୍କ ସ୍ତ୍ରୀ ସବୁଦିନ ରାତିରେ ଝରକା ପାଖେ ବସି ସ୍ୱାମୀଙ୍କ ଆସିବା ବାଟକୁ ଚାହିଁ ରହିଥାନ୍ତି। ରାଜକୁମାର ଗଲାବେଳେ ତାଙ୍କୁ କେତେଥର ଦେଖିଲେଣି। ଦିନେ ରାତିରେ ମଦନିଶାରେ ଭୋଳ ହୋଇ ସେ ବିଚାରକଙ୍କ ଘର ଭିତରକୁ ପଶିଆସିଲା। ବିଚାରକଙ୍କ ସ୍ତ୍ରୀ ତାଙ୍କୁ ଦେଖି ଡରିଗଲେ। ତଥାପି ଖୁବ୍ ସାହସରେ କହିଲେ- ''ଘରୁ ବାହାରି ଯାଅ, ପାଦେ ଆଗକୁ ଆସିବତ ଭଲ ହେବନାହିଁ। ' ମାତ୍ର ରାଜକୁମାରର ହୋସ୍ ନଥାଏ, ସେ ଯେମିତି ସ୍ତ୍ରୀଙ୍କ ପାଖକୁ ମାଡ଼ି ଆସିଛି, ସେ ସଙ୍ଗେ ସଙ୍ଗେ ତା'ର ବେକକୁ ଚିପି ଧରିଲେ। ଏତେ ଜୋର୍ରେ ଚିପିଧରିଲେ ଯେ, ଅଳ୍ପ ସମୟ ମଧ୍ୟରେ ରାଜକୁମାର ଛଟପଟ ହୋଇ ମରିଗଲା। ମୁହୂର୍ତ୍ତକ ମଧ୍ୟରେ ଏପରି ଗୋଟିଏ ଅଘଟଣ ଘଟିବ ବୋଲି ସ୍ତ୍ରୀ ଭାବି ନଥିଲେ। ରାଜକୁମାର ଘର ଭିତରକୁ ପଶିଆସିବା ବିଷୟ ଘରର ଦାସ ଦାସୀ ବା ଆଉ କାହା ନଜରରେ ପଡ଼ିନାହିଁ। ସ୍ତ୍ରୀ ସଙ୍ଗେ ସଙ୍ଗେ ରାଜକୁମାରର ଶବକୁ ପଲଙ୍କ ତଳେ ଲୁଚାଇଦେଲେ। ବାହାରକୁ ଆସି ସେ ଦାସଦାସୀମାନଙ୍କୁ ଯେଝା ଘରକୁ ଚାଲିଯିବାକୁ କହିଦେଲେ। ସେମାନେ ଚାଲିଗଲା ପରେ ସେ କ'ଣ କରିବେ ସେଇଆ ଭାବୁଥାନ୍ତି। ରାଜାପୁଅକୁ ମାରିବା ବିଷୟ କ'ଣ ଲୁଚେଇ ହେବ? ସକାଳ ହେଲେ ସମସ୍ତେ ଏହା ଜାଣିଯିବେ। ରାଜା ନିଶ୍ଚୟ ତାଙ୍କୁ ଶୂଳିଦେବେ। ଉଦ୍ଧାର ପାଇବାର କୌଣସି ଉପାୟ ତାଙ୍କୁ ଦିଶୁନଥାଏ। ସ୍ୱାମୀ ଆସିଲେ ବା କ'ଣ ବାଟ ବତାନ୍ତେ। ଘର ତାଙ୍କୁ ମାଡ଼ି ମାଡ଼ି ପଡ଼ୁଥାଏ। ସ୍ୱାମୀ ଫେରିଆସିବା ବାଟକୁ ବ୍ୟାକୁଳ ଭାବରେ ସେ ଅପେକ୍ଷା କରିଥାନ୍ତି।